ଧ୍ୱନି ପ୍ରତିଧ୍ୱନି ପରେ ପୁଣି ଉଛୁଳି ଉଠୁଛି ସେମାନଙ୍କର ହସ। ସମସ୍ତେ ସେହି ଗୋଟିଏ ଦିଗକୁ ଲକ୍ଷ୍ୟକରି ହସି ଉଠୁଛନ୍ତି। ସେହି ବିଚିତ୍ର ସରୋବରଟିର ମଝିରେ ଜଣେ ସୁନ୍ଦର ପୁରୁଷ ଦୁଇବାହୁ ଊର୍ଦ୍ଧ୍ୱକୁ ଟେକି ତପମଗ୍ନ। ଜଳ ମଧ୍ୟରୁ ଯେତିକି ତାଙ୍କର ଦେହର ଅଂଶ ବାହାରକୁ ଦେଖାଯାଉଛି, ସେଥିରୁ ସ୍ପଷ୍ଟଭାବେ ସୁନ୍ଦରୀ ଇଳା ଓ ତାଙ୍କ ସହରଚରୀମାନେ ଦେଖିପାରୁଛନ୍ତି। ତାରୁଣ୍ୟର କାନ୍ତି ତାଙ୍କ ଦେହରୁ ବିଚ୍ଛୁରିତ ହେଉଛି। କିନ୍ତୁ ତରୁଣୀଙ୍କ ପ୍ରଗଳ୍ଭା ହସ ତାଙ୍କୁ ବିଚଳିତ କରି ଦେଉନାହିଁ-। ସତେ ଯେପରି ସେମାନଙ୍କ ହସଧ୍ୱନି ତାଙ୍କ କର୍ଣ୍ଣରେ ଧକ୍କା ଖାଇ ଫେରି ଆସୁଛି-। ସ୍ଥବିର ହୋଇ ଯାଉଛନ୍ତି ଯୁବ ତପସ୍ୱୀ। ହସି ହସି ବେଦମ୍ ହୋଇଗଲେ ତରୁଣୀମାନେ। ତଥାପି ଯୁବତପସ୍ୱୀ ନିରବ। ତାଙ୍କ ମୁଖରେ କୌଣସି ଭାବାନ୍ତର ଫୁଟିଉଠିଲା ନାହିଁ। ସରୋବର ମଧ୍ୟରେ ଯେଉଁଭଳି ସେ ଊର୍ଦ୍ଧ୍ୱହସ୍ତ ହୋଇ ଦଣ୍ଡାୟମାନ ହୋଇଥିଲେ, ଠିକ୍ ଅବିଚଳିତ ଭାବରେ ସେ ସେହିଭଳି ଦଣ୍ଡାୟମାନ ହୋଇ ରହିଲେ। ଯୌବନ ଉନ୍ମତା ଇଳା ଯୁବକଙ୍କ ନୀରବତା ଲକ୍ଷ୍ୟ କରି ସ୍ମିତହାସ୍ୟ ମୁଖରେ ଖେଳାଇ ସରୋବର ଭିତରକୁ ଆଗେଇ ଚାଲିଲେ। ତାଙ୍କ ପଛେ ପଛେ ସହଚରୀମାନେ। ଇଳା ଦୁଇ ହାତରେ ସରୋବର ଜଳକୁ ଆଲୋଡ଼ନ କରିବାକୁ ଚେଷ୍ଟା କଲେ। ତାଙ୍କ ଦେଖାଦେଖି ସହଚରୀମାନେ ଲାଗିପଡ଼ିଲେ ସେହିଭଳି କରିବାକୁ। ସହସ୍ର ସହସ୍ର ହସ୍ତ ଏକ ସମୟରେ ସରୋବର ଜଳକୁ ଆଲୋଡ଼ନ କରିବାକୁ ଲାଗିଲେ। ତଥାପି ସୂର୍ଯ୍ୟଙ୍କ ଭଳି ଦୀପ୍ତିମନ୍ତ ପୁରୁଷଙ୍କ ତପସ୍ୟାରେ କୌଣସି ବ୍ୟାଘାତ ସୃଷ୍ଟି କଲାଭଳି ଜଣାଗଲା ନାହିଁ। ପୂର୍ବଭଳି ସେ ନୀରବ, ନିଶ୍ଚଳ, ତପସ୍ୟାରତ। ତାଙ୍କର ସୁଗୋଲ ମୁଖମଣ୍ଡଳରେ କୌଣସି ଭାବାନ୍ତର ନାହିଁ କିମ୍ୱା ଊର୍ଦ୍ଧ୍ୱକୁ ଟେକିହୋଇ ରହିଥିବା ନାଗନିନ୍ଦିତ ଉଭୟ ଭୁଜ ଯୁଗଳରେ ସାମାନ୍ୟ କମ୍ପନ ବି ସୃଷ୍ଟି ହେଲା ନାହିଁ। ତଥାପି ଯୁବତୀମାନେ ବିରତ ହେଲେ ନାହିଁ ସେମାନଙ୍କ ଚେଷ୍ଟାରୁ। ବରଂ ସେମାନଙ୍କ ମନରେ ଅଧିକ ଆଗ୍ରହ ବୃଦ୍ଧି ପାଇବାକୁ ଲାଗିଲା। ସତେ ଯେପରି ସେମାନେ ଦୃଢ଼ ପ୍ରତିଜ୍ଞ-ତାଙ୍କ ତପସ୍ୟା ନିଶ୍ଚୟ ଭଙ୍ଗ କରିବେ। ସହସ୍ର ସହସ୍ର କରର। ଆଲୋଡ଼ନରେ ସରୋବରର ସ୍ଥିର ଜଳ ଚହଲିବାକୁ ଲାଗିଲା। ସାଗର ଭଳି ସୃଷ୍ଟି ହେଲା ତରଙ୍ଗମାଳ। ସେହି ତରଙ୍ଗମାଳ ଧକକା ଖାଇବାକୁ ଲାଗିଲା ଯୁବତପସ୍ୱୀଙ୍କ ଦେହରେ। ତଥାପି ଯୁବତପସ୍ୱୀ ନିଶ୍ଚଳ। ବାହ୍ୟ ଜଗତର ବିଶୃଙ୍ଖଳାରେ ତାଙ୍କର କିଛି ଯାଏଆସେ ନା। କିନ୍ତୁ କେତେ ସମୟ! କେତେ ସମୟ ସ୍ଥିର, ଅସ୍ଥିରର ତୀବ୍ର କରାଘାତରେ ନିଶ୍ଚଳ ହୋଇ ରହିପାରିବ? ପୁଣି ବେଳେ ବେଳେ ସେଇ ତରଙ୍ଗ ମାଳାରୁ ଚେନାଏ ଚେନାଏ ଛିଟିକି ପଡ଼ୁଥାଏ ଯୁବତପସ୍ୱୀଙ୍କ ସ୍ଥିର ମୁଖଦେଶ ଉପରେ। ସଙ୍ଗେ ସଙ୍ଗେ ମୁଖରୁ ଥପ ଥପ ହୋଇ କହି ଆସୁଥାଏ ଜଳରାଶି ପ୍ରଶସ୍ତ ବକ୍ଷ ଦେଶକୁ। କିଛି ସମୟ ପରେ ଯୁବକଙ୍କ ସ୍ଥିର ଚକ୍ଷୁ ପରଦା ହଲି ଉଠିଲା-ଥରିବାକୁ ଲାଗିଲା ଯୁବକଙ୍କ ଓଷ୍ଠ ଯୁଗଳ, ତାଙ୍କର ଭାବାନ୍ତର ଲକ୍ଷକରି ଯୁବତୀମାନେ ଆହୁରି ଅଧିକ ବେଗରେ ସରୋବର ଜଳକୁ ଆଲୋଡ଼ିତ କରିବାକୁ ଲାଗିଲେ। ସହସା ଯୁବତପସ୍ୱୀଙ୍କ ଚକ୍ଷୁ ଖୋଲିଗଲା। ସଙ୍ଗେ ସଙ୍ଗେ ଖିଲ୍ ଖିଲ୍ ହୋଇ ହସିଉଠିଲେ ଇଳା। ଇଳାଙ୍କ ହସିବ ଦେଖି ହସିଉଠିଲେ ମଧ୍ୟ ତାଙ୍କର ସହରଚରୀମାନେ। ଆଶ୍ଚର୍ଯ୍ୟ-ଏତେ ତରୁଣୀ କେଉଁଠାରୁ ଆସିଲେ? ପୁଣି ସେମାନଙ୍କ ମଧ୍ୟରେ ଏ ଅପରୂପା ସୁନ୍ଦରୀଟି କିଏ। ଯାହାର ଆଖିର ଇଙ୍ଗିତ ତାକୁ ଆହ୍ୱାନ କରୁଛି, ତାଙ୍କ ହୃଦୟର ସମସ୍ତ ଦୃଢ଼ତାକୁ ମୁହୂର୍ତ୍ତକ ମଧ୍ୟରେ ଚୂର୍ଣ୍ଣିଭୂତ କରି। ଏ କଣ ରମା ନା ଉମା? ନା ଅନ୍ୟ କେହି